ଆଉ ତମେ ଯଦି ସେତେବଳେ ଛାୟାଘରୁ ପଳାଇ ଯାଇ ନ ଥାନ୍ତ ଏଇ ହତ୍ୟାକଣ୍ତ ସଂପର୍କରେ ସେ ତମମାନଙ୍କୁ କୌଣସି ମତେ ଅଭିଯୁକ୍ତ କରିପାରି ନ ଥାନ୍ତେ। ' 'କିନ୍ତୁ ମୁଁ ନାଚର ହେଇପଡ଼ିଥିଲି ଶତ୍ରୁଜିତ ବାବୁ! ଏଇ ଘଟଣାରୁ ପ୍ରମୋଦଙ୍କୁ ବଞ୍ଚାଇବାକୁ ମୁଁ 'ଜାଣେ, ତମେ ଅମ୍ବରୀଶବାବୁଙ୍କ ପାଖକୁ ଯାଇଥିଳ। କିନ୍ତୁ ଜୟନ୍ତୀ, ଛାୟାର ଘରୁ ତମେ ପ୍ରମୋଦ ଅଥବା ଅମ୍ବରୀଶବାବୁଙ୍କୁ ଫୋନ କରି ନଥିଲ। ଯୋଉ ଭଦ୍ରବ୍ୟକ୍ତିଙ୍କ ଗାଡ଼ି ଯାଇ ଛାୟା ଘରୁ ତମକୁ ନେଇଆସିଥିଲା ସେଇ ଗାଡ଼ି କାହାର? ' 'ଶତ୍ରୁଜିତବାବୁ! ମୁଁ ମୁଁ ତମେ ଯଦି ଏଇ କଥା ଗୋପନ ରଖ, ପ୍ରମୋଦ ଯେ କାହିଁକି ଏ ହତ୍ୟାକାଣ୍ଡ ସହିତ ସମ୍ପୃକ୍ତ ନୁହନ୍ତି, ମୁଁ କୋଉଭଳି ଭାବରେ ଦର୍ଶାଇପାରିବି? ଜୟନ୍ତୀର କଣ୍ଠ ଥରିଉଠିଲା। ସେ ଅନୁଚ୍ଚ କଣ୍ଠରେ କହିଲା, 'ଯେତେବେଳେ ସେଇ ସାୟାନାଇଡ଼୍ର ବୋତଲ ପୋଲିସ ଲେବୋରେଟରୀରୁ ସିଜ କରିନେବା କଥା ମୁଁ ଶୁଣିଲି ମୋତେ ବିଶ୍ୱାସ କରନ୍ତୁ ଶତ୍ରୁଜିତ ବାବୁ ମୋର ମୁଣ୍ତ ଯେ କ'ଣ ହୋଇଗଲା ମୁଁ ଜାଣିପାରିଲି ନାହିଁ। କେବଳ ନିର୍ଦ୍ଦୋଷ ପ୍ରମୋଦ ଯେ ଏ ଘଟଣା ଭିତରକୁ କେମିତି ନ ଆସିବେ, ଅଥବା ତାଙ୍କୁ କେମିତି ଉଦ୍ଧାର କରାଯାଇପାରିବ ଏ ବିଷୟରେ ଜଣେ ପୋଖତ ଆଇନଜୀବୀର ସାହାଯ୍ୟ ନେବା ଉଚିତ ବୋଲି ମୁଁ ଭାବିଲି। ଅମ୍ବରୀଶବାବୁଙ୍କୁ ମୁଁ ଦେଖିଥିଲି। ଆଉ ଶୁଣିଥିଲି, ଆଡ଼୍ଭୋକେଟ ଭାବରେ ତାଙ୍କର ଖୁବ୍ ସୁନାମ ରହିଛି। କିନ୍ତୁ ସେ ଯେ ଖୁବ୍ ଟଙ୍କା ଡିମାଣ୍ତ କରନ୍ତି ମୁଁ ତାହା ଜାଣିଥିଲି। ଏତେ ହଠାତ୍ ଯେ ମୁଁ କେମିତି ଟଙ୍କା ପାଇ ତାଙ୍କୁ ଏଥିରେ ନିଯୁକ୍ତ କରିପାରିବ ଭାବିପାରିଲି ନାହିଁ। ଏଠାରେ ମୋର କେହି ବନ୍ଧୁ ବାନ୍ଧବ ସାହସ ମୁଁ ହରାଇ ସାରିଥିଲି। ' 'ତେଣୁ' 'ମି: ପାତ୍ରଙ୍କୁ ମୁଁ ଜାଣିଥିଲି। ଆହୁରି ଜାଣିଥିଲି, ଅନ୍ୟମାନଙ୍କ ଭଳି ସେ ମୋତେ ଘୃଣା କରନ୍ତି ନାହିଁ। ବେଶ୍ ଶାନ୍ତ ଆଉ ଭଦ୍ର। ମୋର ହଠାତ୍ କାହିଁକି ମନେ ହେଲା, ତାଙ୍କୁ ଯଦି ମୁଁ କିଛି ଆର୍ଥିକ ସାହାଯ୍ୟ ମାଗେ, ବିଫଳ ହେବି ନାହିଁ। କିନ୍ତୁ ସେ ଯେ କୋଉଠି ଥିବେ ମୁଁ ସନ୍ଦେହରେ ପଡ଼ୁଥିଲି। ଯାହାହେଉ ଛାୟା ଘରେ ଥିବା ଟେଲିଫୋନ ଡାଇରେକ୍ଟରିରୁ ତାଙ୍କର ଫୋନ୍ ନମ୍ବର ସଂଗ୍ରହ କରିଥିଲି। ' 'ତା ପରେ? ' 'ପ୍ରଥମେ ତାଙ୍କ ଘରକୁ ମୁଁ ଫୋନ୍ କରିଥିଲି। କିନ୍ତୁ ସ୍ନେହ ଫୋନ୍ ଧରିବାକୁ ମୁଁ ଡିସକନେକ୍ଟ କରିଦେଲି। ଯାହାହେଉ ତାଙ୍କର ଅଫିସ ଟେଲିଫୋନ ସେ ରିସିଭ୍ କଲେ। ମୋର ଅନୁରୋଧ ରକ୍ଷା କରି। ଡ: ମିଶ୍ର ଆଡ଼୍ଭୋକେଟ ଅଶ୍ୱରୀଶବାବୁ, ସହକାରୀ ଡ:ତନ୍ମୟ ଆଉ ଛାୟା–ଏମାନେ କେବଳ ତମକୁ ଏଇ ଦୁର୍ନାମରୁ ବଞ୍ଚାଇବାପାଇଁ ଅକ୍ଲାନ୍ତ ପରିଶ୍ରମ କରି ଚାଲିଛନ୍ତି। ' 'କିନ୍ତୁ ମି: ଶତ୍ରୁଜିତ, ମୁଁ ଯେ ଅନନ୍ତ ଦାସଙ୍କକୁ ହତ୍ୟା କରିଛି ଏଥିରେ ତ ସନ୍ଦେହ ନାହିଁ। 'ନିଶ୍ଚୟ, ଅନନ୍ତ ଦାସଙ୍କୁ ତମେ ହତ୍ୟା କରିନାହଁ'। 'ମି: ଶତ୍ରୁଜିତ! ' 'ସ୍ନେହ ତମ ବେଡ଼୍ରୁମ୍ରୁ ସେଇ ଟାବଲେଟ୍ ଆବିଷ୍କାର କରିନେଇଥିଲା। ସେଇଥିପାଇଁ ଏତେ ଚଞ୍ଚଳ ତମେ ସେଇ ବୋତଲ ପାଇ ପାରି ନ ଥିଲ। ଅବଶ୍ୟ ତାର ଉଦ୍ଦେଶ୍ୟ ନ ଥିଲା ତାଙ୍କୁ ହତ୍ୟା କରି ସେଇ ଦୋଷ ତମ ମୁଣ୍ତ ଉପରେ ଦେବ ବୋଲି। ତେଣୁ ତମର ଅଲକ୍ଷ୍ୟରେ ସେଇ ମିଶ୍ରିପାଣି ଦେହରେ ଟେବଲେଟ୍ ଗୋଟାଏ ପକାଇଦେଇ ମିଶ୍ରି ଥିବା ବୋତଲଟିକୁ ତମେ ପୂର୍ବରୁ ରଖିଥିବା ସାୟାନାଇଡ଼୍